କାହିଁକି ଲୋପା, ତୁ ବେଳେ ବେଳେ ଏମିତି ପାଗଳି ହୋଇ ଉଠୁଛୁ?"ଶାନ୍ତନୁଙ୍କ ବୃଦ୍ଧ ଜରାଜୀର୍ଣ୍ଣ ଶରୀରରେ ରହସ୍ୟର ସୂଚନା।କଥାର ମୋଡ଼ ବୁଲାଇ ଲୋପାମୁଦ୍ରା କହିଲା, "ନାଁ ବାପା! ତୁମେ ଏଣୁ ତେଣୁ ଭାବନି। ଏ ଦେଶର ଅନେକ ଝିଅ ତ ଗହଣା ପିନ୍ଧି ନାହାନ୍ତି, ତୁମେ ତାଙ୍କ ପାଇଁ ତ କେବେ ବ୍ୟସ୍ତ ହେଉନାହଁ, ତେବେ ମୋ ପାଇଁ ଏମିତି ଅଧୀର ହେଉଛ କାହିଁକି?"ଲଜ୍ଜିତ ହେଲେ ବାରିଷ୍ଟର ଶାନ୍ତନୁ। ଲୋପାମୁଦ୍ରା ନିକଟରୁ ହାର ମାନିବା ତାଙ୍କ ଜୀବନରେ ଏ ନୂଆ ନୁହେଁ। ଅନେକବାର ସେ ଲୋପାମୁଦ୍ରା ନିକଟରେ ପରାସ୍ତ ହୋଇଛନ୍ତି, ତାଙ୍କ ବାରିଷ୍ଟରୀ ପାଠ ହାର ମାନିଛି। ଆଜି ବି ସେମିତି ଗୋଟିଏ ଦିନ।ହସି ହସି ଶାନ୍ତନୁ ଚାଲି ଯାଉ ଯାଉ କହିଲେ, "ବେଶ୍, ତୋର ଇଚ୍ଛା ଯାହା ତୁ କର ମୁଁ ସେଥିରେ ବାଧା ଦେବି କାହିଁକି?"କଥା କହୁ କହୁ ଚାଲି ଯାଇଥିଲେ ଶାନ୍ତନୁ। ଦାଣ୍ଡଘରୁ ସିଧା ସେମିତି ଆସି ଖଟ ଉପରେ ଶୋଇ ଯାଇଥିଲା ଲୋପାମୁଦ୍ରା। ଟେବୁଲ ଉପରେ ପଡ଼ି ରହିଥିଲା ସମସ୍ତ ଅଳଙ୍କାର।ଘର କବାଟରେ ଠକ୍ ଠକ୍ ଶବ୍ଦ କଲା ଚନ୍ଦ୍ରାବତୀ। କିନ୍ତୁ କାହିଁ, କେହି ଉତ୍ତର ଦେଲେ ନାହିଁ। ଧୀରେ କବାଟକୁ ଠେଲିଦେଲା ସେ। ଖୋଲିଗଲା କବାଟ। ନିର୍ଭୟରେ ଆଗକୁ ପାଦ ବଢ଼ାଇ ଘର ଭିତରକୁ ପଶିଲା ଚନ୍ଦ୍ରାବତୀ। ଝଲସି ଉଠିଲା ଚନ୍ଦ୍ରାବତୀର ଆଖି... ଟେବୁଲ ଉପରେ ବହୁମୂଲ୍ୟ ଅଳଙ୍କାର! ଦମକି ଠିଆ ହୋଇଗଲା ସେ। ଦଣ୍ଡକ ମାତ୍ରେ ଚନ୍ଦ୍ରାବତୀ ଭିତରେ ରାକ୍ଷସୀ ପ୍ରବୃତ୍ତି ଚେଇଁ ଉଠିଲା। ତାଣ୍ଡବଲୀଳା ଆରମ୍ଭ କଲା ପ୍ରଲୋଭନର ମାୟା।ମୂଲ୍ୟବାନ ଗହଣା ପ୍ରତି ନାରୀ ଜାତିର ଯେଉଁ ମୋହ, ତାହା ଚନ୍ଦ୍ରାବତୀ ନିକଟରୁ ଦୂରେଇ ରହନ୍ତା କେମିତି? ଏଇ ଗହଣା ପାଇଁ ସ୍ତ୍ରୀ, ପୁରୁଷକୁ ମିଛ କହେ ଅଳି କରେ ଛଳନାର ଜାଲ ମେଲାଏ, ଦରକାର ହେଲେ ଆଖିରୁ ଲୁହ ଗଡ଼ାଏ। ଅନେକ ସମୟରେ ନାରୀ ସ୍ୱାମୀଠାରୁ ମୂଲ୍ୟବାନ ମଣେ ଗହଣାକୁ। ରୋଗଗ୍ରସ୍ତ ସ୍ୱାମୀର ସେବା ପାଇଁ ଗହଣାକୁ ବନ୍ଧା ପକାଏ ନାହିଁ ନାରୀ। ଏଇ ଗହଣା ପାଇଁ ଅଭାବୀ ପରିବାର ସରଗରମ ହୁଏ। ସ୍ୱାମୀର ରକ୍ତ ପାଣି ହୁଏ, ତଥାପି ପୂର୍ଣ୍ଣ ହୁଏନି ଗହଣାର ବରାଦ। ମୁଠାଏ କାଚ ପାଇଁ ଯେଉଁ ସ୍ତ୍ରୀ ଅଚିହ୍ନା କାଚରା ନିକଟରେ ହାତ ପାତାନ୍ତି, ସେହି ସ୍ତ୍ରୀ ଜାତି ମଧ୍ୟରୁ ତ ଜଣେ ଚନ୍ଦ୍ରାବତୀ।ପ୍ରତ୍ୟେକ ସ୍ତ୍ରୀ ଭାବନ୍ତି, "ଆମେ ଭାରି ସୁନ୍ଦରୀ, ଗହଣା ପିନ୍ଧିଲେ ଆମେ ଆହୁରି ସୁନ୍ଦର ହୋଇଯିବୁ।" ସେଇ ସୌନ୍ଦର୍ଯ୍ୟର ପ୍ରଶଂସା ଚାହାନ୍ତି ସ୍ତ୍ରୀମାନେ। ଠିକ୍ ଏହି ପ୍ରଶଂସା ଆଶାରେ ହିଁ ଅନେକ ସ୍ତ୍ରୀ ପଥ ହୁଡ଼ନ୍ତି। ପୁଣି ଠିକ୍ ବାଟକୁ ଫେରି ଆସିବା ତାଙ୍କ ନିକଟରେ ସମ୍ଭବ ହୁଏନାହିଁ। ନାରୀ ରୂପର ତାରିଫ୍ କରି ଅସାବଧାନତାରେ ଅଙ୍ଗ ସ୍ପର୍ଶ କଲେ ଆପତ୍ତି କରି ପାରେନି ନାରୀ। ସେହି ନାରୀ ସମାଜର ଅନ୍ୟତମା ଅଭିନେତ୍ରୀ ଚନ୍ଦ୍ରାବତୀ।ଲୋପାମୁଦ୍ରାର ମୂଲ୍ୟବାନ୍ ହାରକୁ ଦେଖି ଗୋଡ଼ ଉଠାଇ ପାରିଲାନି ଆଉ। ହାତରେ ଧରି ଟେବୁଲ୍ ନିକଟରେ ପରୀକ୍ଷା କଲା ଅନେକ ସମୟ। ତା'ପରେ... ନା, କାହାରି ସୋ-ଶବ୍ଦ ନାହିଁ, ନିର୍ଦ୍ଦନ୍ଦ୍ୱରେ ସବୁକୁ ନିଜର କରି ହେବ। ଧୀରେ ପୁଣି ପାଦ କାଢ଼ି ବାହାରି ଯିବାକୁ ଲାଗିଲା ଚନ୍ଦ୍ରାବତୀ।ହଠାତ୍ ସମ୍ମୁଖପଟୁ ଗୁରୁଗମ୍ଭୀର ନାଦ କରି କମ୍ପିଉଠିଲେ ବାରିଷ୍ଟର ଶାନ୍ତନୁ, କିଏ?ପାଣି ଫାଟିଗଲା ଚନ୍ଦ୍ରାବତୀର ସାହସ। ଚନ୍ଦ୍ରାବତୀ ଅସତୀ ସତ, ହେଲେ ଚୋରାଣୀ ଚୋରଣୀ ନୁହେଁ। ଚୋରି କରିବାର କଳା ମାଲୁମ ନାହିଁ ଚନ୍ଦ୍ରାବତୀକୁ। ଚନ୍ଦ୍ରାବତୀ ମନ ଚୋରି କରି ଜାଣେ, ହୃଦୟ ଚୋରି କରି ଜାଣେ, ହେଲେ ନେକ୍ଲେସ୍ ଚୋରି କରି ଜାଣେ ନାହିଁ। ଏଇ ମାତ୍ର ତା' ଜୀବନରେ ପ୍ରଥମ। ଚୋରି କରୁଥିବା ବେଳେ ଚୋର ମନରେ ଯେଉଁ ଦୁର୍ବଳତା, ତାହା ପ୍ରଥମ କରି ଅନୁଭବ କରୁଥିଲା ଚନ୍ଦ୍ରାବତୀ।ପୁଣି ଚିତ୍କାର କଲେ ଶାନ୍ତନୁ, "କିଏ ତୁମେ?"ଖନି ବାଜିଗଲା ଚନ୍ଦ୍ରାବତୀର ପାଟି। ପ୍ରଗଳ୍ଭା ଚନ୍ଦ୍ରାବତୀ ଆଜି ନୂଆକରି ମୂକ ହୋଇଯାଉଛି। ମଣିଷର ଜୀବନରେ ଯେ ଏମିତି ଦୁର୍ବଳ ସମୟ ଆସେ, ଏଇ ନୂଆକରି ଅନୁଭବ କରୁଛି ସେ। ହୃଦୟର ସମସ୍ତ ସାହସ, ସମସ୍ତ ଦାମ୍ଭିକତା ଉଭେଇ ଯାଉଛି କେଉଁଆଡ଼େ। ନୂଆ କରି ପ୍ରେମ କରୁଥିବା ବେଳେ ବଳଶାଳୀ ଯୁବକର ପାଟି ଖନି ବାଜିଗଲା ଭଳି, ଦୋହଲି ଉଠୁଛି ଚନ୍ଦ୍ରାବତୀ।